ସଂଖ୍ୟାରେ ଯେତେ ଅଳପ ହେଲେ ମଧ୍ୟ ଅନୁରୂପ ବିକଳ୍ପମାନେ ବାହାରନ୍ତୁ। ବାତ୍ୟା ଆସି ଏତେ ଏତେ ମଣିଷଙ୍କର ସଂସାରକୁ ଛାରଖାର କରିଦେବା ପୂର୍ବରୁ ଆମ ଖବରକାଗଜରେ ରସିକମାନଙ୍କ ନିମନ୍ତେ ଲଙ୍ଗଳା ଫଟୋମାନ ବାହାରୁଥିଲା। ସମ୍ପାଦକୀୟ ସ୍ତମ୍ଭରୁ ଔପଚାରିକ ଭାବରେ ଅରାଏ ଛାଡ଼ି ଦିଆଗଲା। ଏବେ ଦେଖିବେ ଏପାଖରେ ବାତ୍ୟାଞ୍ଚଳରୁ ମୁର୍ଦ୍ଦାରମାନଙ୍କର ଫଟୋ ବାହାରୁଛି ତ ଠିକ୍ ଆରପଟେ ଆଗଭଳି ଲଂଗଳା ଫଟୋଗୁଡ଼ାକ ପୁନର୍ବାର ବାହାରିଲାଣି। ଏମାନେ ଭାବୁଛନ୍ତି ଗାଡ଼ି ଗାଡ଼ି ରିଲିଫ୍ ଆସି ପହଞ୍ଚିବାପରେ ଏଣିକି ଆରାମରେ ସେହି ପୁରାତନ ରସିକତାକୁ ପୁନର୍ବାର ଫେରିଯାଇ ହେବ। ସେମାନଙ୍କୁ କିଏ କହିବ ଯେ, ରିଲିଫ୍ରେ ମଣିଷର ଜୀବନ ନାମକ ପେଟଟା ମୋଟେ ଶାନ୍ତ ହୁଏନାହିଁ। ମଣିଷ ନିଜକୁ ପୂର୍ଣ୍ଣ ଭାବରେ ବଞ୍ଚିବାକୁ ଆହୁରି କେତେ କଣ ଚାହେଁ। ସର୍ବୋପରି ଏକ ସର୍ବନିମ୍ନ ସମ୍ପନ୍ନତା ଚାହେ। ପାରମ୍ପରିକ ନେତୃତ୍ୱ ତାକୁ ତାହା ଦେଇ ପାରିଲାନାହିଁ। ଏଣିକି ସିଏ ନିଜେ ନିଜର ଜୀବନକୁ ନେତୃତ୍ଵ ଦେବ, ନିଜ ଆଖିରେ ଦେଖି ଶିଖିବ ଏବଂ ନିଜର ଅନ୍ଦାଜରେ ସାରା ଦେଶଟାକୁ ଗଢ଼ିବ। ମାନବିକତା ଲୋଡ଼ା ମନୁଷ୍ୟର ଧର୍ମ, ତାହାହିଁ ମାନବିକତା। ସହଜତର ଓଡ଼ିଆରେ ଆମେ ତାହାକୁ ମଣିଷପଣିଆ ବୋଲି କହିପାରନ୍ତେ। କିନ୍ତୁ, ମାନବର ବିପରୀତ ବୋଲି ଦେଖାଇ ଆମ ଭାଷାରେ ଯେପରି ପଶୁ ଶବ୍ଦଟିକୁ ବ୍ୟବହାର କରାଯାଏ, ମାନବିକତା ଶବ୍ଦଟିର ଅନୁକରଣ କରି ଆମେ ପଶୁର କ୍ଷେତ୍ରରେ ପାଶବିକତା ଶବ୍ଦଟିକୁ ବ୍ୟବହାର କରି ପାରିବା କି? ପଶୁର ଆଚରଣଗତ ଧର୍ମକୁ ପାଶବିକତା ବୋଲି କହିଲେ ପ୍ରକୃତରେ ଭାରି ଖଟକା ଲାଗିବ। ପ୍ରକୃତରେ ମାନବିକତାର ବିପରୀତ ଶବ୍ଦଟିକୁ ହିଁ ପାଶବିକତା ବୋଲି କୁହାଯାଇପାରିବ। ପଶୁମାତ୍ରକେ ପଶୁର ଧର୍ମକୁ ପାଳନ କରିଥାଏ। ତେଣୁ, ସେହି ଅର୍ଥରେ ପଶୁ କଦାପି ପାଶବିକ ହୋଇପାରିବ ନାହିଁ। କେବଳ ମନୁଷ୍ୟ ହିଁ ପାଶବିକ ହୋଇପାରିବ। ଯେକୌଣସି ପଶୁ ତା'ର ପଶୁଧର୍ମଟିକୁ ପାଳନ କରିବା ଲାଗି ବାଧ୍ୟ ହୋଇ ଏହି ପୃଥିବୀକୁ ଆସିଛି ଓ ନିଜର ଧର୍ମଟିର ପାଳନ କରୁଛି। ମାତ୍ର, ମନୁଷ୍ୟ ଯେ ମନୁଷ୍ୟଧର୍ମର ପାଳନ କରିବା ନିମନ୍ତେ ବାଧ୍ୟ ହେବ, ସେକଥା କେବେହେଲେ କୁହାଯାଇ ପାରିବ ନାହିଁ। ଏକମାତ୍ର ମନୁଷ୍ୟ ସ୍ଵୟଂ ମନେକଲେ ମାନବିକ ହୋଇପାରିବ ଅଥବା ମନ କଲେ ପାଶବିକ ମଧ୍ୟ ହୋଇପାରିବ। ଆମ୍ବ ଗଛଟିଏ ତା'ର ଧର୍ମ ପାଳନ କରି କେବଳ ଆମ୍ବ ହିଁ ଫଳାଇପାରିବ। ଛୁରୀଟିଏ ମଧ୍ୟ ନିଜର ଧର୍ମକୁ ହିଁ ପାଳନ କରିବ। ମୋଟେ ନିଜ ଧର୍ମରୁ ହୁଡ଼ିଯିବ ନାହିଁ। କେବଳ ମଣିଷ ହିଁ ହୁଡ଼ିପାରିବ। ଇତିହାସରେ ଏହିପରି ହୁଡ଼ିଯିବାର ଅସୁମାରି ଉଦାହରଣ ରହିଛି। ସଭ୍ୟ ଅସଭ୍ୟ ଉଭୟ ସମାଜରେ ରହିଛି। ଛାର ପଶୁଟିଏ ତା' ଧର୍ମରୁ କଦାପି ବିଚ୍ୟୁତ ହେଉନାହିଁ, ଅଥଚ ମଣିଷଟିଏ କାହିଁକି ମନୁଷ୍ୟଧର୍ମରୁ ବିଚ୍ୟୁତ ହୋଇଯାଉଛି? କେବଳ ମନୁଷ୍ୟର ହିଁ ବିଚ୍ୟୁତ ହେବାର ସ୍ଵାଧୀନତା ରହିଛି-। ସିଏ ମନ କଲେ ମାର୍ଗରେ ଯାଇପାରୁଛି, ମାର୍ଗରୁ ବିଚ୍ୟୁତ ବି ହୋଇପାରୁଛି। ସ୍ୱାଧୀନ ହୋଇ ପୃଥିବୀକୁ ଆସିଥିବାରୁ ମଣିଷ ପ୍ରକୃତରେ ବେଶୀ ହରାଇଛି ନା ବେଶୀ ଲାଭବାନ ହୋଇଛି? ଯେକୌଣସି ଇତର ପ୍ରାଣୀ ସେଇ ବିଧାତାଙ୍କ ଆଡୁ ହିଁ ନିଜର ଏକ ସର୍ବଗୁଣସଂପନ୍ନ ଅର୍ଥାତ୍ ସର୍ବଲକ୍ଷଣଯୁକ୍ତ ପରିଚୟ ନେଇ ପୃଥିବୀକୁ ଆସିଥିବା ପରି ମଣିଷ କାହିଁକି ଏପରି ଏକାଧିକ ସମ୍ଭାବନା ନେଇ ଆସିଥିବାରୁ ହିଁ ଏହି ପୃଥିବୀରେ ଏମିତି ହଇରାଣ ହେଉଛି ଏବଂ ପୃଥିବୀଟାକୁ ମଧ୍ୟ ପ୍ରାୟ ନିରନ୍ତର ବିପନ୍ନ କରି ରଖିଛି କେଜାଣି? ବିଧାତା ମନୁଷ୍ୟମାନଙ୍କୁ ଏପରି ସର୍ବସମର୍ଥ କରି ଗଢ଼ିଛନ୍ତି